ତୁ ଦେଖିଥିଲୁ ତୋ ବରକୁ ଓଢ଼ଣା ତଳୁ ବର କେମିତିକା? କେମ୍ପା କି କୁଜା କି ଅନ୍ଧ କି କଣା ବୁଢ଼ା କି ଟୋକା ସାପ କି ବେଙ୍ଗ କିଛି ଦେଖିଥିଲୁ ଜାଣିଥିଲୁ? ହଁ ତୁ ଜାଣି ଜାଣିଥିଲେ ଜାଣିଥିବୁ, କେଇଟା ଲୋକ ଦୁନିଆରେ ଜାଣିଥାନ୍ତି? ଜାଣିଥିଲେ, ଦେଖିଥିଲେବି ଥରେ ଅଧେ ଦେଖାଚାହାଁରେ କ'ଣ ମଣିଷ ମଣିଷକୁ ଚିହ୍ନିପାରିବ? ନଜାଣି ନଶୁଣି, ନଦେଖି, ନଚିହ୍ନି ଯାହାକୁ ଜୀବନଟାଯାକ ଗଳାରେ ଛନ୍ଦିବ, ତାକୁ ଜେମିତି ଅନ୍ଧପୋଟଳି ବାନ୍ଧି ସାତ ଦୁଆରେ ବୁଲିଲା ପରି ଯେଉଁ ମାଇପେ ବାହା ହୁଅନ୍ତି ସେ ଭୁଲ୍ କରନ୍ତି ନାହିଁ? ଆଉ ଭୁଲ୍ କରେ ନିଧିଆ ବୋଉ, ଯେ ସାହସ କରି, ଆପେ ଆପେ, ଆପଣାମନରେ ଆପଣାରୁଚିର ଜଣେ ପୁରୁଷକୁ ଦେହ ଯାଚି ଦିଏ। ଝିଅର ଦେହଟାକୁ ବାପ ମା ବିକି ଦେବେ ସେଟା ଲାଜକଥା ନୁହେଁ, ଝୁଅ ଯଦି ଆପଣା ସ୍ୱାଧୀନରେ ଦେହ ବିକି ଦେଲା ସେଇଟା ହେଲା ଅପରାଧ। ଏଇତ ସମାଜ, ଏଇତ ପୁରାଣ। ସେ ପୁରାଣ ନିଧିଆ ବୋଉର ପଲଙ୍କ ତଳେ ଗଡ଼ୁଥିଲା ସେଦିନ ସେ ସମାଜ ନିଧିଆବୋଉର ଗୋଡ଼ତଳେ ପଡ଼ୁଥିଲା ସେଦିନ ସେଦିନ ବଳଥିଲା ବଅସ ଥିଲା ନିଧିଆବୋଉର। ସମାଜର ଏଇ ଯେଉଁ ବାପ ମା ଝିଅଙ୍କ ତୋଟି ବାନ୍ଧି ଫିଙ୍ଗି ଦିଅନ୍ତି, ଝିଅଙ୍କ ମନକୁ ସିନ୍ଦୁକ ପେଡ଼ିରେ ଭରି ଯୌତୁକ ପଠେଇ ଦେଇ ସତୀସାବିତ୍ରୀ କରିଦଅନ୍ତି ''ୟାଙ୍କ ପଛଆଡ଼େ ହାତୀପରି ଯେତେ କୁଳ ଢଙ୍କାହୋଇ ପଡ଼ିଛି ନିଧିଆବୋଉର ବୟସ ନାହିଁ ବୋଲି ଯେ ନଦେଖିଚି ନ ଜାଣୁଚି ତା' ନୁହେଁ। ମନ ହେଉଚି ଆଜିବି ବଅସ ଥାଆନ୍ତା କି, ଏଇ ବାପ ମାଙ୍କୁ ସବୁ ଆଉ ପଟେ ଲେଖେ ଚୂନକାଳି ଦେଇ ଛାଡ଼ନ୍ତି। ଏଇ ଭାଗୁ ମହାନ୍ତି ସବୁଙ୍କୁ ଶହେଥର ଉଠାବସା କରନ୍ତି। ଆଜି ବଅସ ନାହିଁ, ଭଉଣୀ ବଅସ ନାହିଁ। ନିଧିଆବୋଉର ଯୌବନ ନାହିଁ। ନିଧିଆବୋଉର ସିନା ବଅସ ନାହିଁ, ତା' ବୋଲି ରତନୀର କ'ଣ ବଅସ ପଡ଼ିଗଲାଣି କି? '' ରତନୀ ଚମକି ପଡ଼ିଲା। ଏମିତି ବେଳେବେଳେ କଥାଟାକୁ ରତନୀ ଆଡ଼କୁ ଢାଳିଦେଇ ନିଧିଆବୋଉ ରତନୀକି ଡରେଇ ଦିଏ। ରତନୀ ସେଦିନ ସତକୁସତ ଡରି ଡରି କାତର ହେଇ କହିଲା ''ନିଧିଆବୋଉ ନାନୀ, ରାଉତ ଘର ଧାନକୁଟି ଦେଇ ଯାଉଥିଲୁ ପରା! '' ରତନୀ ଖାଲି ଡରୁଥିଲା। ରାଉତ ଘରକୁ ସେ ଯିବ ଭାଗୁ ମହାନ୍ତି ଡରେ। ସେଠି ତ ଆଉ ନୂଆ ଡର ନାହିଁ କିଛି? ଏଇ ବୟସ, ଏଇ ଦଶା ବୟସ, ଏଇ ନିଆଁ ଲଗା ବୟସ! ଏ ବୟସ ଯାଉ ନାହିଁ କାହିଁକି? ନିଧିଆବୋଉ ଯେଉଁ ବୟସକୁ ଝୁରି ହଉଚି ରତନୀ ଆଜି ସେହି ବଅସକୁ ଫିଙ୍ଗି ଦେବାକୁ ଚାହେଁ। ସେ ବଦଳ କିନ୍ତୁ କରିବ କିଏ? ଶୁକୁରା ନାହିଁ ଶୁକୁରା ଯାଇ କେତେ ଦୂରରେ। ଶୁକୁରା ଯେତେବେଳେ ଚାଲିଗଲା, ଏଇ ଘରଦୁଆର ଆଉ ବାଇୟାକୁ ତା' ହାତରେ ସଁଅପି ଦେଇ ସେତେବେଳେ ସେ ନ କହିବି କହି ଯାଇଥିଲା ଏସବୁକୁ ସାଇତି ରଖିବାପାଇଁ। ସେ ଗଲାବେଳକୁ ଯାହା ଯେଉଁଠି ଯିମିତି ଥିଲା, ସବୁ ସିମିତି ରହିବ। ତା' ସାଙ୍ଗରେ ଏ ଯୌବନବି? ଏ ବଅସବି? ଶୁକୁରା କ'ଣ ତା'ର ଏ ବଅସକୁ ସୁଖପାଏ ନାହିଁ। ଶୁକୁରା ଆସିବାବେଳକୁ ଯଦି ତା'ର ଏ ବଅସ ଗଡ଼ିଯାଇଥିବ, ତେବେ ଶୁକୁରା କ'ଣ ତାକୁ ଆଉ ସେମିତି ଆଗପରି ସୁଖ ପାଇବ? ବାଇୟାକୁ ସେ କୋଳରେ ଯାକିନେଇ ଗେଲ କଲା। ତା' ବୟସର ବଉଳ ଦେହରେ ଚଣା ଲାଗିଲାଣି। ସେଦିନ ପଡ଼ିଲା ଅମେଇସା। ଏମିତି କେତୁଟା ଅମେଇସା ଗଲାଣି। ଶୁକୁରାର ଖବର ନାହିଁ। ଚଣ୍ଡାଳ ଭାଗୁ ମହାନ୍ତି ଆସୁଚି ମଝିରେ ମଝିରେ। କିଛି ହେଲେ ଖବର କହୁନାହିଁ। ଏ ଘରେ ଆଉ ରହିହବ ନାହିଁ। ଏ